ବିଭାଗ ଅଛି ଯାହା ବିପତ୍ତି ସମୟରେ ଆଶୁ ଚିକିତ୍ସା ପରାମର୍ଶ ଦେଇଥାଏ। ଏହି ଆପର ଅନେକ ହେଲ୍ପଲାଇନ ନମ୍ବର ଅଛି। ଆଇ ସେଫ ହେଉଛି ୟୁଏସଟି ଗ୍ଲୋବାଲଙ୍କ ଦ୍ୱାରା ପ୍ରସ୍ତୁତ ମହିଳାଙ୍କ ପାଇଁ ସୁରକ୍ଷା ନିମନ୍ତେ ଏକ ମୋବାଇଲ ଭିତ୍ତିକ ଆପ। ମାର୍ଚ୍ଚ ଆଠ ରେ କେରଳ ଗୃହମନ୍ତ୍ରୀ ରମେଶ ଚେନିଥାଲା ବିଶିଷ୍ଟ ପୋଲିସ ଅଧିକାରୀଙ୍କ ସମେତ ଏହାକୁ ଉନ୍ମୋଚିତ କରିଥିଲେ। ଏହି ଆପ ପ୍ରାରମ୍ଭିକ ପର୍ଯ୍ୟାୟରେ ଥିରୁଅନନ୍ତପୁରମରେ କାର୍ଯ୍ୟକାରୀ ହୋଇଛି ଯାହା ଅନ୍ୟାନ୍ୟ ସହରମାନଙ୍କରେ ଶୀଘ୍ର ଉପଲବ୍ଧ ହେବାକୁ ଯାଉଛି। ଏହି ଆପଟି ଏବେ ଆଣ୍ଡରଏଡ ପ୍ଲାଟଫର୍ମରେ ଉପଲବ୍ଧ। କିଛି ଦିନ ମଧ୍ୟରେ ଏହା ଅନ୍ୟ ଅପରେଟିଂ ସିଷ୍ଟମରେ ଉପଲବ୍ଧ ହେବାକୁ ଅଛି। ଏହି ଆପ ମାଧ୍ୟମରେ ମହିଳାମାନେ ପୋଲିସ ନିୟନ୍ତ୍ରଣ କକ୍ଷକୁ ନିଜ ଫୋନର ପାନିକ ବଟନକୁ ଚିପି କିମ୍ବା ଲମ୍ବା ସମୟ ପାଇଁ ଭଲ୍ୟୁମ ରକର ଡାଉନ କି ଦବାଇ ସୂଚନା ପଠାଇପାରିବେ। ପୋଲିସ ନିୟନ୍ତ୍ରଣ କକ୍ଷରେ ଏହି ସୂଚନା ସହ ଘଟଣାସ୍ଥଳ, ପୀଡିତାଙ୍କ ମୋବାଇଲର ସବସ୍କ୍ରାଇବର ଆଇଡି ଏବଂ ଆଇଏମଇଆଇ ନମ୍ବର ପହଞ୍ଚିଥାଏ। ସଙ୍ଗେ ସଙ୍ଗେ ପୋଲିସ ତାର ନିକଟତମ ସ୍ଥାନରୁ କଣ୍ଟ୍ରୋଲ ରୁମ ହେଇବିକ ଭେହିକିଲ ଜରିଆରେ ଘଟଣାସ୍ଥଳରେ ସହାୟତା ପହଞ୍ଚାଇଥାଏ। ଆଇ ସେଫ ଥରେ ସୂଚନା ପ୍ରେରିତ କରିବା ପରଠାରୁ ଏହାର ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ଘଟଣାର ସ୍ଥାନ ଟ୍ରାକ ହେଉଥାଏ। ଏହି ସ୍ଥାନର ସୂଚନା ପୋଲିସ ନିୟନ୍ତ୍ରଣ କକ୍ଷ ସମେତ ପୋଲିସ ଫୋର୍ସ କ୍ୟାରିଅରଙ୍କ ନଜରରେ ଥାଏ। ଖୁବ ଶୀଘ୍ର ଉତ୍ତରପ୍ରଦେଶର ନଏଡା ପୋଲିସ ନଏଡାବାସୀଙ୍କ ପାଇଁ ଏକ ଆପ ଯୋଜନା କରୁଛନ୍ତି ଯାହାର ନାମ ନିର୍ଭୟା। ଦିଲ୍ଲୀର ହିମ୍ମତ ପରି ଓଡ଼ିଶା ପୋଲିସ ଭୁବନେଶ୍ୱର ଏବଂ କଟକ ମହାନଗର ପାଇଁ ମଇ ପନ୍ଦର ରେ ଉଦ୍ଘାଟିତ ମୋ ସାଥୀ ଏକ ଆପ ପ୍ରଚଳନ କରାଯାଇଛି। ଏହାର ଗଠନ ଓ ଉପଯୋଗ ପ୍ରଣାଳୀ ହିମ୍ମତ ପରି ସମାନ ଅଟେ। ମୁମ୍ବାଇର ସବର୍ବାନ ଟ୍ରେନଗୁଡ଼ିକରେ ରେଳଯାତ୍ରା ସମୟରେ ମହିଳାଙ୍କ ଲାଗି ସୁରକ୍ଷା ବ୍ୟବସ୍ଥାକୁ ଉନ୍ନତ ଏବଂ ଶକ୍ତିଶାଳୀ କରିବାକୁ ଯାଇ ରେଳମନ୍ତ୍ରୀ ସୁରେଶ ପ୍ରଭୁ ଜାନୁଆରୀ ପନ୍ଦର ରେ ମୁମ୍ବାଇର ପଶ୍ଚିମ ରେଳବାଇ ହେଡକ୍ୱାର୍ଟରଠାରେ ଏକ ମୋବାଇଲ ଆପ୍ଲିକେସନ ଏମ ଇଣ୍ଡିକେଟର ଉନ୍ମୋଚନ କରିଛନ୍ତି। ଏହି ଆପଟି ରେଳ ସୁରକ୍ଷା ବଳଙ୍କଠାରୁ ଏକ ଏସଏମଏସ ମାତ୍ରକେ ତ୍ୱରିତ ସହାୟତା ଯୋଗାଇଦେବ। ଆରପିଏଫକୁ ଏହା ଜିପିଏସ କିମ୍ବା ଇଣ୍ଟରନେଟ ଆବଶ୍ୟକ କରେନାହିଁ ଏବଂ ଏହା ସ୍ୱୟଂଚାଳିତ ସ୍ଥାନ ସୂଚନା ଏସଏମଏସ ସୁବିଧା ଦେଇଥାଏ ଯେତେବେଳେ ପୀଡିତା ଜରୁରୀକାଳୀନ ପରିସ୍ଥିତିରେ ଥାଆନ୍ତି ଏବଂ ଫୋନ ଉପଯୋଗ କରିପାରିନଥାନ୍ତି। ଏହି ଏସଏମଏସ ବ୍ୟବହାରକାରୀଙ୍କ ପାଖାପାଖି ସ୍ଥାନ, କମ୍ପାର୍ଟମେଣ୍ଟ ଏବଂ ଟ୍ରେନ ସମ୍ପର୍କିତ ତଥ୍ୟ ଯୋଗାଇଥାଏ। ଏହା ଆରପିଏଫକୁ ଚଳନ୍ତା ଟ୍ରେନରେ ପୀଡିତାଙ୍କୁ ଟ୍ରାକ କରିବାରେ ଏବଂ ଆଗାମୀ ଷ୍ଟେସନରେ ସହାୟତା ଯୋଗାଇବାରେ ସହଯୋଗ କରିଥାଏ। ଯେତେବେଳେ ଜଣେ ବ୍ୟବହାରକାରୀ କୌଣସି ଜରୁରୀ ପରିସ୍ଥିତିର ସାମ୍ନା କରନ୍ତି ସେ ତାଙ୍କ ମୋବାଇଲ ହୋମ ସ୍କ୍ରିନରେ ଥିବା ସେଫଟି ଆଇକନରେ କ୍ଲିକ କଲେ ତାଙ୍କ ସ୍ଥାନ ସୂଚନା ତାଙ୍କ ସମ୍ପର୍କୀୟଙ୍କ ପାଖକୁ ଯାଏ। ତା ସହିତ ଏକ ମିନିଟ ମଧ୍ୟରେ ଏସଏମଏସ ଗୁଡ଼ିଏ ଆରପିଏଫଙ୍କ ନିୟନ୍ତ୍ରଣ କକ୍ଷକୁ ସ୍ୱୟଂଚାଳିତ ଭାବେ ଚାଲିଯାଇଥାଏ।